ତଥାପି ସେ ରାଜେନ୍ କୁ କିଛି କହିପାରେନା। ଦୁଇଥର ରାଜେନ୍ ବି. ଏ ଫେଲ୍ କଲାଣି। ଝିଅମାନେ ଶୁଣନ୍ତି, ଜାଣନ୍ତି ତଥାପି ରାଜେନର ନୟନଭୁଲା ରୂପ ମନରେ ତାଙ୍କର ମୋହ ସୃଷ୍ଟି କରେ। ଝିଅମାନେ ଭୁଲିଯାଆନ୍ତି ତାଙ୍କ କ୍ଲାସର ପୁରାତନ ଛାତ୍ର ରାଜେନ୍ ସହିତ କେତେ ଝିଅ ପଢ଼ି କିଏ କେଉଁଆଡ଼େ ଚାଲି ଗଲେଣି, କେହି ବିଭା ହୋଇ, କେହିବା ଚାକିରି ନେଇ। ସେମାନେ ବି ହୁଏତ ଚାଲିଯିବେ, କିନ୍ତୁ ଏହି କ୍ଲାସଟିକୁ ଅଳଙ୍କୃତ କରି ଆହୁରି ହୁଏତ ବହୁଦିନ ଧରି ରାଜେନ୍ ମହାନ୍ତିକୁ ବସିବାକୁ ପଡ଼ିବ। ହେଲେ ସେ ଖିଆଲ ନବାଗତ। ଝିଅମାନଙ୍କର ନ ଥାଏ। ରାଜେନ୍ ମାହାନ୍ତି ଯାହା ସହିତ କଥା ହୁଏ। ସେ ନିଜକୁ କୃତ୍ୟକୃତ୍ୟ ମଣେ। ଯେପରି ମଣିଛି ଆଜି ତନୁ। ଭୁବନେଶ୍ୱରର ପୁରୁଣା ଟାଉନରେ ରାଜେନ୍ ଙ୍କ ଘର। କଲେଜ ଯିବା ବାଟରେ ସେଦିନ ଦୁହିଁଙ୍କର ଦେଖା। ରାଜେନ୍ ଅନୁନୟ କରୁଥିଲା, କହୁଥିଲା କଲେଜ ଆଜି ଯିବାନି ତନୁ। ଆସ, କୁନ୍ଦଝାଡ଼ଘରା ସିମେଣ୍ଟ ବେଞ୍ଚ ଉପରେ ଦୁହେଁଯାଇ ବସିଥିଲେ। ରାଜେନ୍ ପକେଟରୁ କାଢ଼ିଲା ଯୋଡ଼ିଏ ଚନାଚୂର ପ୍ୟାକେଟ୍। ଖାଉ ଖାଉ ସେମାନେ ଦୁହେଁ ଗପ କରୁଥିଲେ ସେଦିନ। ଆବେଗଭରା କଣ୍ଠରେ ରାଜେନ୍ କହିଥିଲା ଜାଣିଛ ତନୁ, ଚେନାଚୁର୍ ମୁଁ ଭୀଷଣ ଭଲପାଏ। ଓଠରେ ହସର ଫୁଲଝର ଜାଳି ତନୁ କହିଥିଲା ସତେ! ଏଆଡ଼ୁ ସେଆଡ଼ୁ ବହୁତ ଗପ କଲେ ସେମାନେ। ତା'ପରେ ରାଜେନ୍ ରହି ରହି କହିଥିଲା ମୁଁ ତୁମକୁ ବିବାହ କରିବାକୁ ଇଚ୍ଛାକରେ ତନୁ। ମୋର ପାଠନାହିଁ ସତ, କିନ୍ତୁ ବାପାଙ୍କର ପଇସା ଅଛି ପ୍ରଚୁର। ବାପୁଜୀ ନଗରରେ ଆମର ବହୁତ ନାଁ ଅଛି। ଆଶାକରେ ତୁମେ କଦାପି ହେଲେ ଅରାଜି ହେବନି। କ'ଣ କହୁଛ? ଚମକିଉଠିଥିଲା ତନୁଶ୍ରୀ। ବ୍ରାହ୍ମଣ ଘରର ଝିଅ ସେ! ଆଉ ରାଜେନ୍ ହେଲା ମହାନ୍ତି ଘରର ପୁଅ। ବାହାହେବେ ସେମାନେ! କିଏ ବିଭା ଦେବ ତାଙ୍କୁ? ଅନେକ ଭାବିଚିନ୍ତି ସେଇଆ ସେ କହିଲା ରାଜେନ୍ କୁ। ବଦଳି ଯାଇଥିଲା ରାଜେନ୍ ମୁହଁର ରଙ୍ଗ ଅସହିଷ୍ଣୁ କଣ୍ଠରେ କହିଥିଲା କେହି ଯଦି ବିବାହ ନ ଦିଅନ୍ତି, ତେବେ କ'ଣ ଆମେ ପଛେଇଯିବା? ନିଜର ଇଚ୍ଛାକୁ ଆମେ କ'ଣ ସେଇ ପୁରୁଣା କୁସଂସ୍କାର ତଳେ ଚାପିଦେବା? ଶୁଣ, କୌଣସି ଉପାୟ ଯଦି ଆମେ ନପାଉ ତେବେ। ରାଜେନ୍ ତୀର୍ଯ୍ୟକ ଦୃଷ୍ଟିରେ ଚାହିଁଲା ଥରେ ତନୁଶ୍ରୀର ଭୟାର୍ତ୍ତ ମୁହଁଟାକୁ। ତନୁଶ୍ରୀ କଣ୍ଠ ଥରାଇ ପଚାରିଥିଲା କ'ଣ ତେବେ ରାଜେନ୍? ରାଜେନ୍ ରହି ରହି କହୁଥିଲା ଶୁଣ ତନୁ, ଏଇ ଦୁନିଆରେ ଆମେ କାହା ମୁହଁକୁ ଚାହିଁବାନି। ଆମେ ପଳେଇବା। ଆମେ ପଳେଇବା ଅନେକ ଦୂରକୁ। ଯେଉଁଠି ନଥିବେ ଆତ୍ମୀୟସ୍ୱଜନ କିମ୍ୱା କେହିହେଲେ ଜଣାଶୁଣା। ହାତରେ ନେବି ବହୁତ ପଇସା। ବ୍ୟବସାୟ କରି ଖୁସିରେ ରହିବା। କ'ଣ ହେବ ଜାତି, କି ଲାଭ ସମାଜର ମୁହଁକୁ ଚାହିଁ। କିଛି ଲୋଡ଼ାନାହିଁ। କିଛି ବି ମୁଁ ଚାହେଁନି। ତୁମ ଛଡ଼ା ଏଇ ପୃଥିବୀର କୌଣସି ପଦାର୍ଥ ମୋର କାମ୍ୟ ନୁହେଁ। ଶୁଣିବ ମୋ କଥା ତନୁ? ରଖିବ ମୋ ଅଳି? ରାଜେନ୍ କଣ୍ଠରେ ବ୍ୟାକୁଳ ଆମନ୍ତ୍ରଣ। କିନ୍ତୁ ତନୁ? ତନୁ ବି କ'ଣ କିଛି ଚାହେଁନି? ସେ କ'ଣ ତା'ର ବାପା, ମାଆ. ଭାଇଙ୍କୁ ତ୍ୟାଗକରି ରହିପାରିବ? ତା' ଜୀବନର ଶେଷଦିନ ପର୍ଯ୍ୟନ୍ତ ସେ କ'ଣ ବିତାଇ ଦେଇପାରିବ ତା'ର ସେଇ ଅତି ପ୍ରିୟଜନମାନଙ୍କୁ ନ ଦେଖି? ପୁଣି ରାଜେନ୍ କଣ୍ଠରୁ ଝରିପଡ଼ିଲା ଆକୁଳ ଆବେଦନ। ପଚାରିଲା ଚୁପ୍ ହେଲ କାହିଁକି ତନୁ? କିଛିହେଲେ ପଦେ କୁହ। ତୁମରି ଜବାବ୍ କୁ ମୁଁ ଅପେକ୍ଷା କରିଛି। ମୋ ଭିତରର ଏଇ ଆକୁଳ ଆଗ୍ରହକୁ ନିଶ୍ଚୟ ତୁମେ ଅନୁଭବ କରିପାରୁଥିବ। କୁହ କିଛି ହେଲେ ପଦେ କୁହ! ବିଷନ୍ନ ଆଖି ମେଲି ତନୁଶ୍ରୀ ଚାହିଁ ରହିଛି ରାଜେନ୍ ର ଆବେଗଭରା